ସେଦିନ ଗୁରୁପଦର ଆଶ୍ଚର୍ଯ୍ୟ ହୋଇଥିଲା ମିସେସ୍ ମହପାତ୍ରଙ୍କ କଥା ଶୁଣି। ଦିନକୁ ଦିନ ମହାପାତ୍ର ସାହାବଙ୍କ ପରିବାର ସହିତ ସେ ଯେ ଏକାନ୍ତ ଭାବରେ ମିଶିଯିବ ଏହ ନିଃସନ୍ଦେହ ବୋଲି ଭାବିଲା। ମିସେସ୍ ମହାପାତ୍ର ଅତ୍ୟନ୍ତ ଭାବବିହ୍ୱଳା। ଅତି ସ୍ନେହୀ ପରକୁ ଖୁବ୍ ଶୀଘ୍ର ସେ ଆପଣାର କରି ପକାନ୍ତି। ଆଜକୁ ଗୁରୁପଦ ଏକ ବର୍ଷ ହେବ ତାଙ୍କ ପାଖରେ ରହିଲାଣି। କୌଣସି ଦିନ ତାଙ୍କ ମୁହଁରେ ବିରସ ଭାବ ଦେଖି ନାହିଁ। ସବୁଦିନ ସେ ଚିର ସ୍ରୋତା ଗଙ୍ଗାଭଳି ଚିର ହର୍ଷିତା, ଚିର ପ୍ରଫୁଲ୍ଲା। ମନକୁ ମନ ମହାପାତ୍ର ସାହାବଙ୍କୁ କହି ସାନ୍ଧ୍ୟ। କଲେଜରେ ତା'ର ନାଁ ଲେଖାଇ ଦେଲେ। ସାନ ଭାଇ ରମାପଦକୁ ରେଭେନ୍ସା କଲେଜରେ ନାଁ ଲେଖାଇ ଦେଲେ। ନିଜ ହାତରୁ ସବୁ ପଇସା ଦେଇଛନ୍ତି। ଗୁରୁପଦ ଯେତେ ଅନୁନ୍ୱୟ ହୋଇ ଯାଚିଥିଲେ ମଧ୍ୟ ଅଭିମାନରେ ମୁହଁ ଶୁଖେଇ ଦେଇଛନ୍ତି। ଦୁଇ ଚାରି ଦିନ କଥା କହି ନାହାନ୍ତି। କାହିଁକି ଓ କ'ଣ ପାଇଁ ଗୁରୁପଦ ବୁଝିପାରିନି। ଏ ସାହାବାଣୀଙ୍କ ମତିଗତିକୁ ଦେଖି ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ନୀରବ ରହିଛି ଉପାୟ କିଛି ପାଇନି। ମିସେସ୍ ମହାପାତ୍ରଙ୍କ ପାଖରେ ଛିଡ଼ା ହୋଇଛି ବୁଝେଇବା ପାଇଁ। ସାହସ ହୋଇନି। କ'ଣ ବା ବୁଝେଇବ। ମିଷ୍ଟର ମହାପାତ୍ର ଓ ମିସେସ୍ ମହାପାତ୍ର ବସିଲାବେଳେ ଯେଉଁ କେତେଥର ତା'କୁ ପାଖକୁ ଡାକି ଭଲ ମନ୍ଦ କଥା ପଚାରିଛନ୍ତି, ସେ କେବଳ ତଳକୁ ମୁହଁ ପୋତି ଉତ୍ତର ଦେଇଛି ସିନା ତାଙ୍କ ମୁହଁକୁ ଭଲ ଭାବରେ ଚାହିଁ ପାରିନି। ସତେ ଯେପରି ସେମାନଙ୍କ ଜ୍ୟୋତିର ରଶ୍ମୀକୁ ସେ ଭଲ ଭାବରେ ଚାହିଁ ପାରେନି। ଆଖି ତା'ର ଝିଲି ମିଲି ହୋଇଯାଏ। ଦିନେ ହଠାତ୍ କାହିଁକି ମିସେସ୍ ମହାପାତ୍ର ରମାପଦକୁ ଡାକି ପଚାରିଲେ–ପ୍ରତି ରବିବାର ଦିନ ଗୁରୁପଦ ବାବୁ କାହିଁକି କାଠଯୋଡ଼ି ସେପାରିର ଗାଁକୁ ଯାଆନ୍ତି; ସେଠି ତୁମର କିଏ ବନ୍ଧୁବାନ୍ଧବ ଅଛନ୍ତି କି? ରମାପଦ ସେଦିନ ରାତିରେ ଗୁରୁପଦକୁ ସେହି କଥା ପଚାରି ଥିଲା। ରମାପଦ କଥା ଶୁଣି ଗୁରୁପଦ ପଚାରିଲା–ତୁ କ'ଣ କହିଲୁ? ମୁଁ କହିଲି, ଭାଇ ସେଠାରେ ପ୍ରଥମେ ରହୁଥିଲା। ଚିହ୍ନାପରଚ ହୋଇଯାଇଛି ସେଥିପାଇଁ ଯାଉଥିବେ। ରମାପଦ ଉତ୍ତର ଶୁଣି ଗୁରୁପଦ ଖୁସି ହୋଇଥିଲା। ଯାହାହେଉ ଠିକ୍ ଉତ୍ତର ଦେଇଛି ସେ। ଆଉ ଅଧିକାଟା ବା କ'ଣ କହି ଥାଆନ୍ତା? ଫୁଲଅପା ସ୍ନେହ ଭୁଲି ହେବନି କି ଅର୍ଜ୍ଜୁନବାବୁଙ୍କ ପରିବାର ପ୍ରତି ମମତା ଛାଡ଼ି ହେବନାହିଁ। ରାତ୍ରି ଗଭୀର ହେଲେ ନିଦ୍ରା ଦେବୀ ନିଜ କୋଳକୁ ସମସ୍ତଙ୍କୁ ଏକାନ୍ତ ଭାବରେ ଟାଣି ଧରନ୍ତି। ପାଖରୁ ମୋଟେ ଛାଡ଼ନ୍ତି ନାହିଁ। ଠିକ୍ ସେହିପରି ଦିନକୁ ଦିନ ଫୁଲଅପାର ସ୍ନେହ ଗୁରୁପଦକୁ ଏକାନ୍ତ ଭାବରେ ଗ୍ରାସ କଲାଣି। ଆଉ ଅର୍ଜ୍ଜୁନବାବୁଙ୍କ ମଧୁର କଥା ତା'କୁ ପାଗଳ କରି ପକାଇଲାଣି। କଲ୍ୟାଣୀ ମାଟ୍ରିକ୍ ପାସ୍ କରିବା ପରେ ଅର୍ଜ୍ଜୁନବାବୁ ଗୁରୁପଦ ପ୍ରତି ଏତେ ଆକୃଷ୍ଟ ହୋଇ ପଡ଼ିଛନ୍ତି ଯେ ବହୁବାର ଗୁରୁପଦ ଘରକୁ ଆପେ ଆପେ ମାଡ଼ି ଯାଇଛନ୍ତି। ଗୁରୁପଦ ବାପା ଦୀନବନ୍ଧୁ ସହିତ ନିବିଡ଼ ବନ୍ଧୁତ୍ୱ ସ୍ଥାପନ କରି ଦେଇଛନ୍ତି। ଏବେ କଲ୍ୟାଣୀ ମହିଳା କଲେଜ ଛାତ୍ରୀ। ବୟସର ରଙ୍ଗ ଲାଗିଛି। କୃଷ୍ଣଚୂଡ଼ା ଭଳି ସେ ଲୋଭନୀୟା ହୋଇ ଉଠିଛି। ଆଉ ରଜନୀଗନ୍ଧା ଭଳି ଶାନ୍ତ ସ୍ତବକଟି ଭଳି ଉପବନରେ ଦୋହଲୁଛି। ତା'ର ଭରା ଯୌବନ ଉତ୍ଶୃଙ୍ଖଳିତ ଜୁଆରିଆ ନଦୀ ଭଳି ଲହଡ଼ି ଭାଙ୍ଗୁଛି। ସେଦିନ ସନ୍ଧ୍ୟାରେ ଝିପିଝିପି ବର୍ଷା